ଆମେ ତ ଯାନ୍ତ୍ରିକ ରାଷ୍ଟ୍ରଦୂତକୁ ବନ୍ଦୀକରି ରଖି ନ ଥିଲୁ, ସେ ଯଦି କେଉଁଠାକୁ ଚାଲିଯାଏ, ତେବେ ଆମର ଚିନ୍ତା କରିବାର କିଛି ନାହିଁ। ସେ ଯଦି କେଉଁଠାକୁ ଯାଇଥାଏ, ତେବେ ଫେରିଆସିବ ନିଶ୍ଚୟ। ସେ ତ ଏକ ବିରାଟ ଦାୟିତ୍ୱ ନେଇ ପୃଥିବୀକୁ ଆସିଛି ନିଜ କାମ ନ ସରୁଣୁ ସେ ପଳାଇଯିବ କାହିଁକି? 'ସେ ଯଦି ଆମେ ଏଠାରୁ ଖସିଯାଇ ପୃଥିବୀରେ ଆଉ କେଉଁଠି ଲୀଳା ଘଟାଏ, ତେବେ ଆମ ଅବସ୍ଥା କଅଣ ହେବ ସେଆଡ଼କୁ ନଜର ଦେଇ କହୁଛୁ ତ? ବଡ଼ ଉଦ୍ବିଘ୍ନ ହୋଇ ମିଶର ସଭ୍ୟ ଠିଆହୋଇ କହିଲେ ମିଶର ସଭ୍ୟଙ୍କ ଏ ଆଶଙ୍କାରେ ନ ହସି ରହିପାରିଲିନି। କହିଲି, ଯେଉଁ ରାଷ୍ଟ୍ରଦୂତ ବନ୍ଧୁତା ସ୍ଥାପନ ଉଦ୍ଦେଶ୍ୟରେ ଆସିଛି, ସେ ଯେ ଏଠି ଲୀଳା ଘଟାଇବ ଏ ଆଶଙ୍କା ତ ମୁଁ କରି ପାରୁନି। ରାଷ୍ଟ୍ରଦୂତ ଯେତେବେଳେ ବିଜ୍ଞାନରେ ଆମଠାରୁ ଢେର ଉନ୍ନତ ସେ ଇଚ୍ଛା କରିଥିଲେ, ଆମ ନିଉୟର୍କ ନଗରୀକୁ କେତେବେଳୁଁ ଧ୍ୱଂସ କରି ଦେଇ ସାରନ୍ତାଣି। ଚତୁର୍ଥ ପରିସର ଜ୍ଞାନ ଥିବା ଜୀବର ଶକ୍ତି କେତେ ଆମର ହୁଏତ କାହାରି ଧାରଣା ନାହିଁ, ବନ୍ଧୁତ୍ୱସ୍ଥାପନ ଉଦ୍ଦେଶ୍ୟ ନେଇ ଯେ ଆସିଛି, ତାକୁ ଏମିତି ଭାବରେ ସନ୍ଦେହ କରିବା ଆମର ମୋଟେ ଉଚିତ୍ ନୁହେଁ। ତା ଛଡ଼ା ମୁଁ ଆଉ ଗୋଟିଏ କଥା କହିବି, ଆପଣମାନେ ହସିବେନି। ମୁଁ ବର୍ତ୍ତମାନ ଅତିଥିଭବନର ପ୍ରଧାନ ପ୍ରହରୀକୁ ପଚାରୁଛି, ସେ କେମିତି ଜାଣିଲେ ଯେ ମହାଶୂନ୍ୟର ସେହି ରାଷ୍ଟ୍ରଦୂତ ଅତିଥିଭବନରେ ନାହିଁ। ପ୍ରଧାନ ପ୍ରହରୀ ମୋତେ ଅନାଇଁ କହିଲା ଆଜ୍ଞା, ମୁଁ ସବୁ କୋଠରୀ ତନ୍ନତନ୍ନ କରି ଖୋଜି ସାରିଲିଣି କେଉଁଠି ରାଷ୍ଟ୍ରଦୂତଙ୍କୁ ତ ଦେଖିଲିନି। ଚତୁର୍ଥ ପରିସର ଜ୍ଞାନ ଥିବା ଜୀବକୁ ଠାବ କରିବା ସେତେ ସହଜ ନୁହେ ପ୍ରହରୀ। ସେମାନଙ୍କ ଶରୀର ଆମ ଶରୀର ଭଳି ନୁହେଁ ଏହା ପୂରାପୂରି ଅଲଗା ବସ୍ତୁରେ ଗଢ଼ା। ଚତୁର୍ଥ ପରିସର ଜଗତର ବସ୍ତୁ ଆମ ବସ୍ତୁଭଳି ନୁହେଁ। ଏହା ବ୍ୟୋମବସ୍ତୁ ବା ଭାବରେ। ପରିଚିତ; ତେଣୁ ସେ ଜଗତରେ ସବୁ ଜୀବ, ନିର୍ଜୀବ, ଏହି ବ୍ୟୋମ ବସ୍ତୁରୁ ତିଆରି। ବ୍ୟୋମବସ୍ତୁର ବଡ଼ ଅଦ୍ଭୁତ ପ୍ରକୃତି; ସାଧାରଣ ବସ୍ତୁର ପ୍ରକୃତି ଠାରୁ ପୂରାପୂରି ଅଲଗା। ବ୍ୟୋମବସ୍ତୁରୁ ତିଆରି ଜୀବ ଇଚ୍ଛାନୁସାରେ ଶକ୍ତିରେ ପରିଣତ ହୋଇ ଅଦୃଶ୍ୟ ହୋଇପାରେ ଓ ଇଛାନୁସାରେ ଅଦୃଶ୍ୟାବସ୍ଥାରୁ ଦୃଶ୍ୟାବସ୍ଥାକୁ ଆସି ଆମକୁ ସାଧାରଣ ବସ୍ତୁଭଳି ଦିଶିପାରେ। ବ୍ୟୋମବସ୍ତୁର ଏହି ପ୍ରକୃତିକୁ ବୈଜ୍ଞାନିକ ଭାଷାରେ ବସ୍ତୁ ଅବସ୍ତୁର ପରିବର୍ତ୍ତନ ବା କହନ୍ତି। ଏହା ଯେତେବେଳେ ବସ୍ତୁକୁ ପରିଣତ ହୁଏ ଏହା ଆମ ଆଖିକୁ ଦିଶେ ଓ ଯେତେବେଳେ ଅବସ୍ତୁକୁ ରୂପାନ୍ତରିତ ହୁଏ, ଆମକୁ ଦିଶେନି । ଆପଣମାନେ ଆମ ପୃଥିବୀକୁ ଆସୁଥିବା ଏହିଭଳି କେତେକ ମହାଶୂନ୍ୟ ଯାନ ଓ ଉଡ଼ନ୍ତା ଥାଳିଆର ପ୍ରକୃତି କଥା ଶୁଣିଥିବେ। ଆପଣମାନେ ଜାଣିଥିବେ, ଆମ ପୃଥିବୀକୁ ଏମିତି ଉଡ଼ନ୍ତା ଥାଳିଆ ଏକାଧିକବାର ଆସିଛି, ଯାହା ବେଳେ ବେଳେ ଦିଶେ ଓ ପୁଣି ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯାଏ। ଆମ ବୈଜ୍ଞାନିକମାନେ ସେଗୁଡ଼ିକ ଚତୁଃପରିସର ଜଗତର ଯାନ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଚତୁଃପରିସର ଜଗତର ବସ୍ତୁର ଏହା ଗୋଟିଏ ବିଶିଷ୍ଟ ଗୁଣ। ବସ୍ତୁ ଅବସ୍ତୁ ରୂପାନ୍ତର ହେଲା ସେ ଜଗତର ଜୀବର ସାଧାରଣ ପ୍ରକୃତି। ବିଶ୍ୱର ନିୟନ୍ତା ଭଗବାନଙ୍କ ବିଷୟରେ ଆଧୁନିକ ବୈଜ୍ଞାନିକମାନଙ୍କର ବିଶ୍ଳେଷଣ କ'ଣ ଆପଣମାନେ ବୋଧହୁଏ ଜାଣିନାହାନ୍ତି। ଭଗବାନ କାହିଁକି ଅଦୃଶ୍ୟ, ଭକ୍ତଙ୍କ ଛଡ଼ା ସେ କେବେ କାହିଁକି ଅନ୍ୟ କାହାକୁ ଦେଖା ଦିଅନ୍ତିନି, ସେ ପ୍ରଶ୍ନର ଉତ୍ତରରେ ବୈଜ୍ଞାନିକମାନେ ମତ ଦିଅନ୍ତି ଯେ ଭଗବାନ ସମ୍ଭବତଃ ଚତୁଃପରିସର ଜଗତର ଅନ୍ତର୍ଭୁକ୍ତ ତେଣୁ ତାଙ୍କର